ସେଥିପାଇଁ କୋଟି କୋଟି ଟଙ୍କାର ବରାଦ ହେଲାଣି। ନିତାନ୍ତ ଦରିଦ୍ର ଘରର ପିଲାମାନେ ବି କ୍ରମେ ସ୍କୁଲକୁ ଆସିବେ। ଆକର୍ଷଣ ହିସାବରେ ସେମାନଙ୍କୁ ଇସ୍କୁଲରେ ରାନ୍ଧିବାଢ଼ି ଖାଇବାକୁ ମଧ୍ୟ ଦିଆଯିବ। ଏହିସବୁ ମାମଲତକୁ ନେଇ ରାଜଧାନୀମାନଙ୍କରେ ଚିନ୍ତା କରାଗଲାଣି। ଖାସ୍ ବାବୁମାନେ ଏସବୁ କଥା ଚିନ୍ତା କରୁଛନ୍ତି। ଖାସ୍ ପଦବୀମାନ ସୃଷ୍ଟି କରାଗଲାଣି। ଏସବୁକୁ ନେଇ ଭଳି ଭଳି କାଗଜ ଲେଖାଗଲାଣି। ତେଣୁ ଆହୁରି ଗୋଟାଏ ନୂଆ ସୁଅ ଆସିବ ବୋଲି ମନେ ହେଉଛି। ଏଣିକି ଗରିବ ପିଲା ପାଠ ପଢ଼ିବେ। ଆଦିବାସୀ ପିଲା ପାଠ ପଢ଼ିବେ, ଅପାଠୁଆ ବାପା ମାଆଙ୍କର ପିଲାମାନେ ପାଠ ପଢ଼ିବେ। ସେମାନଙ୍କ ଘରକୁ ପ୍ରଥମ ଥର ପାଇଁ ପାଠର ପ୍ରବେଶ ଘଟିବ। ପାଠ ଏଣିକି ସାର୍ବଜନୀନ ହୋଇଯିବ। ଏଥିରେ ବି ସମ୍ଭବତଃ ଏକ ବିପଦ ନିହିତ ହୋଇ ରହିଛି। ଏହି ନୂଆ ପିଲାମାନେ କ'ଣ ସେହି ପୁରୁଣା ଧାରାରେ ହିଁ ପାଠ ପଢ଼ିବେ? ଏବେ ଯେଉଁ ଦରିଦ୍ର ଆଦିବାସୀ ଘରର ପିଲାମାନେ ସରକାରୀ ବିଦ୍ୟାଶ୍ରମ ମାନଙ୍କରେ ପାଠ ପଢୁଛନ୍ତି, ସେମାନେ ପାଠ ଯାହା ପଢ଼ନ୍ତୁ ବା ନପଢ଼ନ୍ତୁ ପଛକେ, ସେମାନେ ଇସ୍କୁଲ ଘରେ ପଶୁ ପଶୁ ଧୋବ ହୋଇ ଯାଉଛନ୍ତି-। ନିଜକୁ ଭାବର ଯାବତୀୟ କ୍ଷେତ୍ରରେ ନିଜ କୁଟୁମ୍ବଠାରୁ ଓ ଗାଁ ଠାରୁ ଅଲଗା କରି ନେଉଛନ୍ତି। ସେମାନେ ଆଗରୁ ଚଳି ଆସୁଥିବା ସେହି ପରୀକ୍ଷାଗୁଡ଼ିକ ପାଇଁ ମଣ ହେଉଛନ୍ତି। ସରକାରଙ୍କର ଦୟାପାତ୍ରରେ ସେମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥାମାନ ରହିଛି ବୋଲି ସେମାନେ ଅଧିକ ସହଜରେ ଚାକିରି ବି ପାଇ ଯାଉଛନ୍ତି। ଚାକିରି ପାଇଯିବା ପରେ ଚାକିରିଆ ମାନଙ୍କର ଦାଣ୍ଡି ଭିତରକୁ ଆସି ଅନ୍ୟ ଚାକିରିଆଙ୍କ ପରି ବାବୁ ହେଉଛନ୍ତି। ନିଜ ପରିବାରରୁ ଯାବତୀୟ ଭାବରେ ଅଲଗା ହୋଇ ଯାଉଛନ୍ତି। ଉପରେ ଅନ୍ୟ ପାଠୁଆଙ୍କର ସମକକ୍ଷ ପରି ଦିଶିବାକୁ ଚେଷ୍ଟା କରି ନିଜ ଭିତରେ ବହୁ ହୀନମନ୍ୟତାର ଶିକାର ହୋଇଛନ୍ତି। ସେମାନଙ୍କୁ ଇସ୍କୁଲରେ ବସାଇ ଆସିଥିବା ସମାଜଟା ଆଁ କରି ଅନାଇ ରହିଛି। ଦ୍ରୋଣମାନେ ତିଆରି କରିଥିବା ସିଲାବସ୍ ଅନୁସାରେ ଏକଲବ୍ୟମାନେ ଆଦୌ ଉପକୃତ ହୋଇ ପାରିବେନାହିଁ। ପରାଧୀନ ଭାରତର ଶିକ୍ଷାରୀତିଟା ଏବେ ମଧ୍ୟ ଭାରତବର୍ଷରେ ଅଳ୍ପବହୁତ ଆସନ ମାଡ଼ି ବସିଛି ବୋଲି ଏଠାରେ ଆମ ନିୟତିର କେଡ଼େ କେଡ଼େ ଯୋଜନା ପାଣି ଫାଟି ଯାଉଛି। ପାଠୁଆମାନେ ବିକି ହୋଇ ଯିବାକୁ ହିଁ ରାଜି ହୋଇଯାଉଛନ୍ତି ଏବଂ ନାନାବିଧ ପ୍ରଦୂଷଣରେ ଶାସନ ଏବଂ ସମାଜକୁ ବିପନ୍ନ ପ୍ରାୟ କରି ରଖିଛନ୍ତି। ଶିକ୍ଷା ଯଦି ମଣିଷକୁ ନିଜର ବଳ ବିଷୟରେ ସାହସ ଓ ଅଭୟ ଦେଇ ନପାରିଲା, ତେବେ ସେହି ଶିକ୍ଷାଦ୍ଵାରା ଆମ ଭାଗ୍ୟର ଜରୁରୀ ପରିବର୍ତ୍ତନଗୁଡ଼ିକ କଦାପି ସମ୍ଭବ ହୋଇ ପାରିବନାହିଁ। ଏବଂ ଦରିଦ୍ରଙ୍କ ପାଇଁ, ପଛରେ ପଡ଼ିଥିବା ମଣିଷମାନଙ୍କ ପାଇଁ ଓ ଆଦିବାସୀଙ୍କ ପାଇଁ ଏବେ ମଧ୍ୟ ସେହି ଲୋକମାନେ ହିଁ ସରକାରଙ୍କ ତରଫରୁ ଯାବତୀୟ ପାଠଯୋଜନା କରୁଛନ୍ତି। ସେହି ଯୋଜନା ଅନୁସାରେ ପଢ଼ିଲେ ସେମାନେ ଚିରଦିନ କେବଳ ପଛରେ ହିଁ ପଡ଼ିଥବେ। ବାବୁମାନେ ଆଗକୁ ଆଗକୁ ଚାଲିଯାଉଥିବେ ଓ ଏମାନେ ଅନୁସରଣିଆ ହୋଇ ପଛରେ ଦୌଡ଼ିବାରେ ଲାଗିଥିବେ। ଅର୍ଥାତ୍ ସବୁଦିନ ପାଇଁ ବାବୁମାନଙ୍କର ବୋଲକରା ହୋଇ ରହିଥିବେ। ତେଣୁ ଅନୁକରଣ। ଦ୍ଵାରା ଆଦୌ ଅସଲ ସମସ୍ୟାଟିର ସମାଧାନ ହେବନାହିଁ କିମ୍ବା ଅସହାୟତା ଯିବନାହିଁ। ପୁରୁଷ ପୁରୁଷ ଧରି ଯେଉଁ ସିଷ୍ଟମଟା ସେମାନଙ୍କୁ ଜଡ଼ କରି ରଖିଛି, ସେହି ସିଷ୍ଟମ୍କୁ ବଦଳାଇ ପାରିବାର ଶିକ୍ଷାହିଁ ସେମାନଙ୍କ ଲାଗି ଅସଲ ଶିକ୍ଷା ହେବ।